ମୋ ମୁଣ୍ଡ କିପରି ଘୂରାଇ ଦେଉଛି ଏଠି। '' ଆଲେସ୍କିଙ୍କର ବାହୁବେଷ୍ଟନୀ ପୁଣି କଠିନ ହୋଇଆସିଲା। ମେରିନାର କୁସୁମକୋମଳ ଅଙ୍ଗଲତାକୁ ନିଜ ଶରୀର ସହିତ ଭିଡ଼ି ଧରି ଆଲେସ୍କି ମେରିନାର କପୋଳ ଉପରେ ଆଙ୍କିଦେଲେ ମଧୁର ଚୁମ୍ବନର କେତେଗୋଟି ଚିହ୍ନ। ଚୁମ୍ବନର ମଧୁର ସ୍ପର୍ଶ ଭିତରେ ନିଜକୁ ହଜାଇ ଦେଇ ମେରିନା ବୁଜିଦେଇଥିଲା ତା'ର ଆଖି; ସତେ ଯେପରି ଆଲେସ୍କିଙ୍କର ଉଜ୍ଜ୍ୱଳ ପ୍ରଦୀପ୍ତ ମନମତାଣିଆ ମୁଖକୁ ଅନାଇବାକୁ ତା'ର ସାହସ ନ ଥିଲା। ଲଜ୍ଜାରେ ଓ ଅତ୍ୟଧିକ ଦୁର୍ବଳତାରେ ସେ ମୁଦିତ ନୟନ ଭିତରେ ଦେଖୁଥିଲା କଳ୍ପନାର ଶତ ଆଲେସ୍କି। ଚୁମ୍ବନର ଶତ ଦଂଶନ କରିପକାଇଥିଲା ମେରିନାକୁ କ୍ଷତ–ବିକ୍ଷତ; କିନ୍ତୁ କି ଆନନ୍ଦଦାୟକ ସେ କ୍ଷତ, କି ସୁମଧୁର ସେ ଅମୃତ ସମୟ। ଛଅ ଲେନିନ୍ ମାନମନ୍ଦିର ସରଗରମ୍ ହୋଇଉଠିଥାଏ ଆଗନ୍ତୁକମାନଙ୍କର ଆଗମନରେ। କୃତ୍ରିମ ଉପଗ୍ରହରେ ଯିବାପାଇଁ ଷାଠିଏ ଜଣଯାକ ଯାତ୍ରୀ ଆସି ଯଥାସମୟରେ ଉପସ୍ଥିତ। ସାଏନ୍ସ ଏକାଡ଼େମୀର ସଭାପତି ଓ ଅନ୍ୟ କର୍ମକର୍ତ୍ତାମାନେ ଆସି ଏହି ଐତିହାସିକ ଗିରିଶୃଙ୍ଗରେ ଏକତ୍ର। ପୋଲିସ ଓ ଗୋଏନ୍ଦା ବିଭାଗ ଅଫିସରମାନଙ୍କ ଦ୍ୱାରା ଚାରିଆଡ଼ ଖୁବ୍ ସାବଧନତା ସହକାରେ ସଂରକ୍ଷିତ। ଏହି ଜନମାନଶୂନ୍ୟ ଅଞ୍ଚଳରେ କେହି ଗୁପ୍ତଚର ଯେପରି ଲୁଚିରହି ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନର ଖବର ଦେଶ ବାହାରକୁ ନେଇ ନ ଯାଏ, ସେଥିପାଇଁ ନାନା କଡ଼ା ବ୍ୟବସ୍ଥା ଅବଲମ୍ବନ କରାଯାଇଥାଏ। ଆଲେସ୍କିଙ୍କ ପିତା ପୁତ୍ରକୁ ବିଦାୟ ଦେବାପାଇଁ ଏ ବୃଦ୍ଧ ବୟସରେ ହଜାର ହଜାର ମାଇଲ ପଥ ଅତିକ୍ରମ କରି ଏଠାକୁ ଆସିଥାନ୍ତି। କମିଶନ୍ର ସଭ୍ୟମାନେ ଏହି ଐତିହାସିକ ଅଭିଯାନ ନେଇ ବ୍ୟସ୍ତ। ଯେତେ ଶୃଙ୍ଖଳିତ ଭାବରେ ଅଭିଯାନର ବହୁ ଆଗରୁ ବିଭିନ୍ନ କାମ ସାରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବହୁ ଟିକିନିଖି କାମ ବାକି ରହିଯାଇଥାଏ। କୃତ୍ରିମ ଉପଗ୍ରହର ଡିରେକ୍ଟର ଆଲେସ୍କିଙ୍କୁ ମଧ୍ୟ ଏଇ କେତେ ଦିନ ହେଲା ତର ନାହିଁ-। ଦୁଇଦିନ ହେଲା ପିତା ଆସିଥିଲେ ମଧ୍ୟ କେତେବେଳେ ଘଣ୍ଟାକ ପାଇଁ ତାଙ୍କ ସହିତ ନିରୋଳାରେ ବସି ସୁଖଦୁଃଖ କଥାବାର୍ତ୍ତା କରିବାର ସୁବିଧା ଜୁଟିନି। ପିତାଙ୍କର ହେପାଜତ୍ ନେବାର ସବୁ ଭାର ମେରିନା ଉପରେ ଛାଡ଼ିଦେଇ ସେ ଦିନରାତି ଏଆଡ଼େ ସେଆଡ଼େ ଲାଗିପଡ଼ିଥାନ୍ତି। ଉପଗ୍ରହର ବିଭିନ୍ନ କକ୍ଷରେ ଠିକ୍ରୂପେ ଜିନିଷପାତି ରହିଲା କି ନାହିଁ, ସେ ବିଷୟରେ ସେ ବଡ଼ ତତ୍ପର। ବିଭିନ୍ନ ବିଭାଗର କର୍ମକର୍ତ୍ତାମାନଙ୍କୁ ନେଇ ସେ କେତେଥର ବୈଠକ କରିସାରିଲେଣି। କମିଶନ୍ର ସଭ୍ୟମାନଙ୍କ ଆଗରେ ଉପଗ୍ରହର ସଭ୍ୟମାନଙ୍କୁ ଡକାଇ ପ୍ରତ୍ୟେକଙ୍କର ଦାୟିତ୍ୱ କେତେ ଥର ସେ ବୁଝାଇ ସାରିଲେଣି। ସେମାନେ ଯେପରି ସେମାନଙ୍କର ଦାୟିତ୍ୱ ତୁଲାଇବାରେ ଅବହେଳା ନ କରନ୍ତି, ସେଥିପାଇଁ କଡ଼ା ତାଗିଦ୍ ମଧ୍ୟ କରିଦିଆଗଲାଣି। ଉପଗ୍ରହରେ ଯିବାପାଇଁ ଯେଉଁ ସବୁ ବିଭିନ୍ନ କିସମର ଲୋକ, ଯଥା–ଜ୍ୟୋତିର୍ବିଜ୍ଞାନବିତ୍, ଜ୍ୟୋତିଃ ପଦାର୍ଥବିଦ୍ୟାବିତ୍, ପଦାର୍ଥବିଦ୍ୟାବିତ୍, ବିଶ୍ୱରଶ୍ମିବିଶାରଦ, ପାଗବିଜ୍ଞାନବିତ୍, ଇଞ୍ଜିନିଅର, ରକେଟ୍ ବିଜ୍ଞାନ–ବିଶାରଦ, ରକେଟ ଇଞ୍ଜିନିଅର, ସୂକ୍ଷ୍ମଯନ୍ତ୍ରବିଶାରଦ, ବେତାରଯନ୍ତ୍ରୀ, ଇଲେକ୍ଟ୍ରନିକ୍ସ୍ବିଶେଷଜ୍ଞ, ବେତାରବାର୍ତ୍ତା ପ୍ରେରକ ଓ ଗ୍ରାହକ ଅଫିସର, ବିଦ୍ୟୁତ୍ ଇଞ୍ଜିନିଅର, ପରମାଣୁଶକ୍ତି ବିଶେଷଜ୍ଞ, ସ୍ୱାସ୍ଥ୍ୟବିଭାଗ ଅଫିସର, ଚିକିତ୍ସକ, ରନ୍ଧନଶାଳାରକ୍ଷକ, ଷ୍ଟେନୋଗ୍ରାଫର୍ ଆଦି ଅଛନ୍ତି, ସେ ସମସ୍ତଙ୍କୁ ପ୍ରତି ମୁହୂର୍ତ୍ତରେ ସାବଧାନ କରାଇଦେଇ ଓ ଯେଝା ଯେଝା ବିଭାଗର ପ୍ରତ୍ୟେକ ଟିକିନିଖି ଜିନିଷ ଯେପରି ସେମାନେ ଯତ୍ନସହକାରେ ନେଇ ଉପଯୁକ୍ତ ସ୍ଥାନରେ ସାଇତି ରଖନ୍ତି, ସେଥିପ୍ରତି କଡ଼ା ତାଗିଦ୍ କରିଦିଆଗଲାଣି। ପ୍ରତ୍ୟେକେ ଯଦି ନିଜ ନିଜର ଦାୟିତ୍ୱ ଖୁବ୍ ଦକ୍ଷତାର ସହିତ ତୁଲାଇ ନେଇପାରନ୍ତି, ତେବେ କୃତ୍ରିମ ଉପଗ୍ରହରେ ଚଳିବା ବିଶେଷ କିଛି କଷ୍ଟକର ହେବ ନାହିଁ।